ଅହମଦାବାଦ ଭାରତର ଏକ ପ୍ରମୁଖ ସହର ତଥା ଗୁଜରାଟ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର। ଏହାର ପୁରୁଣା ନାମ କର୍ଣ୍ଣାବତୀ ଥିଲା। ସାବରମତୀ ନଦୀ କୂଳରେ ଅବସ୍ଥିତ ଏହି ମହାନଗରଟି ଭାରତର ପଞ୍ଚମ ବୃହତ୍ତମ ନଗର। ଅହମଦାବାଦ ଗୁଜରାଟର ପୁରୁଣା ରାଜଧାନୀ ଥିଲା ଯାହା ଏବେ ବାତ୍ରିଶ କିଲୋମିଟର ଦୂର ଗାନ୍ଧୀନଗରକୁ ସ୍ଥାନାନ୍ତରିତ ହୋଇଯାଇଛି। ପୂର୍ବରୁ ଏହି ସହରଟି ବହୁ ଲୁଗାକଳ ଓ ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା ତେଣୁ ବ୍ରିଟିଶମାନେ ଏହାକୁ ପୂର୍ବର ମାଞ୍ଚେଷ୍ଟର ବୋଲି ନାମ ଦେଇଥିଲେ। ସ୍ୱାଧୀନତା ସମୟରେ ଏହା ମହାତ୍ମା ଗାନ୍ଧୀ ଓ ସରଦାର ପଟେଲଙ୍କ କର୍ମଭୂମି ଥିଲା। ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଅହମଦାବାଦର ଅନ୍ୟ ମୁଖ୍ୟ ପରିଚୟ। ଅଧୁନା ଏହି ସହରଟି ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ି ଉଠିଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅହମ୍ମଦାବାଦ ସହରର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖାଯିବ ବୋଲି ବିଚାର କରୁଥିଲେ। ସହରରେ ଦୁଇଟି ମୁଖ୍ୟ ହ୍ରଦ ଅଛି ଗୋଟେ ହେଲା କାଙ୍କରିଆ ଏବଂ ବସ୍ତ୍ରାପୁର। ସାବରମତୀ ନଦୀ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବାରୁ ନଦୀରେ ଧଳା ରଙ୍ଗର ମାଟି ରହିଯାଏ। ବର୍ଷା କାଳକୁ ଛାଡ଼ିଦେଲେ ବାକି ଦିନଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହୁଏ। ଗ୍ରୀଷ୍ମ କାଳରେ ସହରର ଉଚ୍ଚତମ ତାପମାତ୍ରା ସାତଚାଳିଶି ଡିଗ୍ରୀ ପହଞ୍ଚିଯାଏ ଏବଂ ଶୀତ ଋତୁରେ ତାପମାତ୍ରା ପାଞ୍ଚ ଡିଗ୍ରୀ ତଳକୁ ଖସିଯାଏ। ଅହମଦାବାଦର ଇତିହାସ ଅଣହିଲବାଡ଼ର ଶାସକ ସୋଲଙ୍କୀ ରାଜା ପ୍ରଥମ କର୍ଣ୍ଣଦେବଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା। ସେ ଭୀଲ ରାଜା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣ୍ଣାବତୀ ନାମକ ସହର ସ୍ଥାପନା କରାଗଲା। ସୋଲଙ୍କୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ। ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ ମୁଜଫରିଦ ରାଜବଂଶ ଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ଚଉଦ ଶହ ଏଗାର ମସିହାରେ ସୁଲତାନ ଅହମଦ ଶାହଙ୍କ ଦ୍ୱାରା କର୍ଣ୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା। ଚଉଦ ଶହ ଅଷ୍ଟାଶୀ ମସିହାରେ ଅହମଦ ଶାହଙ୍କ ନାତି ମହମୁଦ ବେଗଡ଼ାଙ୍କ ଦ୍ୱାରା ଛଅ ମାଇଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା। ଏଥିରେ ବାରଟି ପ୍ରବେଶ ପଥ ଏକ ଶହ ଅଶୀ ନଅଟି ଗଡ଼ ଏବଂ ଛଅ ହଜାରରୁ ଅଧିକ ସୈନ୍ୟଦଳ ବାହାରର ଆକ୍ରମଣକାରୀଙ୍କ ଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା। ଅନ୍ତିମ ସୁଲତାନ ତୃତୀୟ ମୁଜଫରଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଅକବରଙ୍କ ଦ୍ୱାରା ପନ୍ଦର ଶହ ସ୍ତରୀ ମସିହାରେ ଜିତା ଯାଇଥିଲା। ମୋଗଲ ଶାସନ କାଳରେ ଅହମଦାବାଦ ବେପାର କେନ୍ଦ୍ର ରୂପେ ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା। ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନି କରାଯାଉଥିଲା। ଷୋହଳ ଶହ ତିରିଶ ମସିହାର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା। ସତର ଶହ ତେପନ ମସିହାରେ ମରାଠା ସେନାପତି ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଅହମଦାବାଦ ଆନ୍ଦୋଳନର ପେଣ୍ଠସ୍ଥଳୀ ରହିଥିଲା। ଏହି ସହରରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାବରମତୀ ଆଶ୍ରମ ସ୍ଥାପନା କରାଯାଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମ ସହିତ ସମ୍ବନ୍ଧିତ ଅନେକ ଆନ୍ଦୋଳନ ଏହିଠାରୁ ଆରମ୍ଭ ହୋଇଥିଲା। ଇଂରେଜ ରାଜତ୍ୱ କାଳରେ ଏହି ସହରକୁ ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା।